ସେମାନେ ଜଣେ ଅଧେ ନୁହଁନ୍ତି। ଗୋଟାଏ ଦଳ। ଆନ୍ତର୍ଜାତିକ ଦସ୍ୟୁ, ଗୁଇନ୍ଦାଙ୍କ ପରି ତାଙ୍କର ମଧ୍ୟ ଗୋଟାଏ ବଡ଼ ଦଳ। ସେମାନେ ସମସ୍ତେ ଏକା ପ୍ରକାରର-ଚୁଟି-ମୁଣ୍ଡିଆଙ୍କ ପରି ଖୋଲା-ବେକି, ଖୋଲା-ଅଣ୍ଟିମାନେ ମଧ୍ୟ ଗୋଟାଏ ଗଇଁଠା-ଗଇଁଠି ଦଳ। -ସାବଧାନ ରହିବା କଥା। -ବୁଝିଛ ତ ବହୁତ। ସେମାନେ କ'ଣ କରନ୍ତି? -ତମ ଆମକୁ ବେ-କାଇଦା କରି ସବୁ ରସ, ସୁବାସ ଶୋଷି ନେଇ ସିଠାକରି ଫିଙ୍ଗି ଦିଅନ୍ତି। ତେଣିକି ସିଠା କାନ୍ଦିପାରେ ନାହିଁ କି ହସି ପାରେ ନାହିଁ। ଜୀଏଁ ନାହିଁ କି ମରେ ନାହିଁ-। ଅଧା-ପାଗଲା, ଚଉଠ-ପାଗଲା ଆଉ ପୂରା-ପାଗଲା ହେଇ ବୁଲେ। ଆଉ ସେମାନେ ନାକକୁ ରୁମାଲରେ ଢାଙ୍କି ହସନ୍ତି। -ଏଇଆ ତେବେ ଭଜକୃଷ୍ଣର ଅବସ୍ଥା। -କ'ଣ କହିବି ରମାକାନ୍ତ। ଏହି ପରୀକ୍ଷାଟାରେ ଜଣା ପଡ଼ିଯିବ ଭଜକୃଷ୍ଣ କେଉଁଠି କେତେ ଦୂରରେ ଥିଲା। ସେ ପୂରା ବେକୁବ୍ ବନି ଯାଇଛି। ଗରିବର ବଡ଼ ସମ୍ପଦ ଭଲ ପାଠପଢ଼ା। ସେତକ ସେ ନେଇ ଯାଇଛି-ପାଷାଣୀ, ପାଷଣ୍ଡୀ, ରାକ୍ଷସୀ -ଗାଳି ଦେଇ ନିଜର ଭଲ ପାଇବାକୁ ଅପମାନ ଦିଅ ନାହିଁ। -ଅନ୍ୟ ଉପାୟ ଥିଲେ କେହି କେବେ ଗାଳି ଦେବାକୁ ଚାହେଁ ନାହିଁ। ଅସମର୍ଥର ଏକମାତ୍ର ଓ ଶେଷ ହତିଆର ହେଉଛି-ଗାଳି। -ଯାହା ଯିବାର ଥିଲା ଚାଲି ଯାଇଛି। ଚାଲିଗଲା ଦିନ, ହଜିଗଲା ଧନ, ପଳାଇବା ମାନିନୀ-ସମସ୍ତେ ଚାଲିଗଲେ। ଚାଲ, ତାହେଲେ ସେହି ଭଙ୍ଗା ମନର ଗୋଡ଼ି ଖପରାକୁ ନେଇ ଆଉଥରେ କୁଡ଼ିଆ ତୋଳିବା ଆସ। କାଲି ଉପର ଓଳି ଆସ ଅଳକା ଘରକୁ। ମୁଁ ଆଗରୁ ଯାଇ ବନ୍ଦୋବସ୍ତ କରି ଆସିବି-ସାଙ୍ଗ ହୋଇ ଯିବା। -ଯିବା? ଆଉ କ'ଣ ଲାଭ ଅଛି? ମଲା ମନ କ'ଣ ଆଉଥରେ ଜୀଇଁବ? ମାନମୟୀ କ'ଣ ଫେରାଇ ନେବ ଭଜକୃଷ୍ଣକୁ? -ନାହିଁ-ନାହିଁ-ରମାକାନ୍ତ। ତମେ ଏଇ ଉପର-ମୁହାଁ ଉଦ୍ଧତମାନଙ୍କୁ ଚିହ୍ନ ନାହିଁ ସେ କହୁଥିଲା ପରା -ମନେ ରଖିବ ଭଜକୃଷ୍ଣ। ଦେହର ଚମ ଛିଣ୍ଡିଗଲେ ଆଉ ଥରେ ସେହି ଚମ ଲାଗେ ନାହିଁ। ନୂଆ ଚମ କଅଁଳେ। ସେମିତି ମନରୁ ଜଣେ ଉଠିଗଲେ ଆଉ ସେ ଫେରିପାରେ ନାହିଁ। ନୂଆ ଲୋକ ଆସେ। -ଏଇଟା କ'ଣ ସତକଥା? ଆମେ ଏମିତି କେତେ ଦେଖୁଛୁ-କଳି କନ୍ଦଳ, ପିଟାପିଟି, କଟାକଟି କରିବା ପରେ ବି ପୁଣି ଏକାଠି କାପ୍ତା କାପ୍ତିପରି ନୀଡ଼ରେ ବସି ଆଖି ମିଟମିଟ କରୁଛନ୍ତି। -ମିଳାମିଶା କରି ପୁଣି ପୁରୁଣା ଭାବ ଫେରାଇ ନବା ପାଇଁ ମୁଁ ବି ସେଇକଥା କହିଥିଲି-। -ମାନମୟୀ ହସିଥିଲା। ଆଉ ମତେ ବୁଝାଉଛ କାହିଁକି ଭଜକୃଷ୍ଣ! ଚିରା ଲୁଗାକୁ ମରାମତ କରି ପୁଣି ଥରେ ନୂଆ ଲୁଗା କରି ପାରିବା ଲୋକ ହେଲେ ବାବୁ ଭଜକୃଷ୍ଣ। ତାଙ୍କର ପୁଣି ସନ୍ଦେହ ଆସୁଛି ମନରେ? କଥା କ'ଣ କି ଏଣିକି ଆମର ବାଟ ଅଲଗା। ତଥାପି ବହଳ ମୁହଁ ହେଇ ଯାଇଥିଲି। ଅଳକାର ଭଲପାଇବାର କ୍ଷୀର ଦହି ପାଲଟି ଯାଇଛି। ବିରକ୍ତ ଦେଖାଇ କହିଲା-ବାରଣ ନ ମାନି କାମ କଲେ ତା'କୁ ବଳାତ୍କାର କୁହାଯାଏ। ମଣିଷର ଦିଆ-ନିଆ ବେଭାରରେ ଏଇ ବଳାତ୍କାର କାମର ପରିଣାମ ଭୟଙ୍କର। -ଭଜକୃଷ୍ଣ ସେଦିନ କାନ୍ଦିଥିଲା। ମାନିନୀ ଫିଙ୍ଗି ଦେଲେ ସେ ପଡ଼ୁଛି ଖତଗଦାରେ। ଇଏ କ'ଣ ଗ୍ରହଣଯୋଗ୍ୟ ପ୍ରସ୍ତାବ? ବହୁତ କାକୁତିମିନତି ପରେ କହିଥିଲା-ଆଚ୍ଛା, ପରେ ଦେଖିବା ଏବେ କିଛିଦିନ ଦର୍ଶନ ଦବ ନାହିଁ। କହି ମାନିନୀ ତାହାର ସବଳ ବାହୁ ଦୁଇଟି ବେଢ଼ାଇ ଦେଇ ମୁହଁଟିକୁ ଲୁଚାଇ ଦେଇଥିଲା ମୋର ମୁହଁ ଭିତରେ। -ସାବାସ୍। -କିନ୍ତୁ ସେତିକି। ଆଉ ଯାଇ ହେଲା ନାହିଁ। ତାହାର ଶେଷ ପରିଚୟ ମତେ ଦୂରରେ ରଖି ପାରିଲା। ଧମକରେ ସେ ଯାହା କରି ପାରି ନ ଥିଲା ସେହି ତାର ଶେଷ ଆଲିଙ୍ଗନରେ କରିବାକୁ ସେ ସମର୍ଥ ହୋଇଛି। ଟିକିଏ ରହି ଭଜକୃଷ୍ଣ କହିଲା-ସେହିଦିନୁ ତାହାର ପ୍ରସାଧନର ସୁବାସ, ତାହାର ନିଶ୍ୱାସର ଉତ୍ତାପ ଓ ଆଲିଙ୍ଗନର ଦାଗ ଲିଭାଇ ପାରିଲି ନାହିଁ। ଦରିଦ୍ର ଓ ମେଧାବୀ ହିସାବରେ ସେଠିକି ଯାଇଥିଲି। ମେଧାବୀ କାମ ଶେଷ ହୋଇଗଲା। ବହିର ପ୍ରତ୍ୟେକ ପୃଷ୍ଠା ଓ ପ୍ରତ୍ୟେକ ପ୍ରଶ୍ନକୁ ମାନିନୀର ଶେଷ ଚିତ୍ର ଲିଭାଇ ହେଲା। ଭଜକୃଷ୍ଣ ତାହାର ସାମନ୍ୟ ସତ୍ତା ହରାଇଛି। -କିଛି କହି ନ ଥିଲ କେବେ। -ଗୁପ୍ତ କଥାକୁ ଗୋପନ ରଖିବା ସାପ ପୋଷିବା ପରି।